ତୁଙ୍ଗନାଥ, ପୃଥିବୀର ଉଚ୍ଚତମ ଶିବ ମନ୍ଦିର। ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା ତୁଙ୍ଗନାଥ ପର୍ବତମାଳାର ପାଞ୍ଚ କେଦାର ମନ୍ଦିର ଭିତରୁ ଅନ୍ୟତମ। ତୁଙ୍ଗନାଥ ପର୍ବତମାଳା ମନ୍ଧାଳିନୀ ନଦୀ ଓ ଅଳକାନନ୍ଦା ନଦୀର ଉପତ୍ୟକା ଅଞ୍ଚଳ ସୃଷ୍ଟି କରିଥାଏ। ଏହା ହିନ୍ଦୁ ଦେବତା ଶିବଙ୍କ ଉପାସନା ପୀଠ। ମନ୍ଦିର ହଜାର ବର୍ଷ ଆଗରୁ ନିର୍ମିତ ହୋଇଥିବାର କୁହାଯାଇଥାଏ ଓ ଏହା ପାଞ୍ଚ କେଦାର ମନ୍ଦିରମାଳାରେ ତୃତୀୟ ମନ୍ଦିର। ଏହାକୁ ତୃତୀୟ କେଦାର ମଧ୍ୟ କୁହାଯାଏ।କିମ୍ବଦନ୍ତୀ ଅନୁସାରେ ଏହା ମହାଭାରତର ପାଣ୍ଡବମାନଙ୍କ ସହ ସଂଶ୍ଳିଷ୍ଟ। ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବ ଓ ତାଙ୍କ ପତ୍ନୀ ପାର୍ବତୀ ହିମାଳୟରେ ରହୁଥିଲେ। ଭଗବାନ ଶିବ କୈଲାସ ପର୍ବତରେ ଅବସ୍ଥାନ କରୁଥିଲେ ଓ ପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ପାଞ୍ଚ ପାଣ୍ଡବ ଏଠାରେ ପାଞ୍ଚଟି କେଦାର ମନ୍ଦିର ନିର୍ମାଣ କରିଥିଲେ। ବ୍ୟାସ ଋଷି ପାଣ୍ଡବମାନଙ୍କୁ ଉପଦେଶ ଦେଇଥିଲେ ଯେ ଯେହେତୁ ସେମାନେ ତାଙ୍କର ସମ୍ପର୍କିତ କୌରବମାନଙ୍କୁ ଯୁଦ୍ଧ କରି ନିପାତ କରିଥିଲେ, ସେଥିପାଇଁ ଭଗବାନ ଶିବଙ୍କ ସନ୍ତୁଷ୍ଟି ପାଇଁ ସେମାନେ ପାଞ୍ଚ କେଦାର ମନ୍ଦିର ସ୍ଥାପନା ପୂର୍ବକ ଶିବଙ୍କୁ ସନ୍ତୁଷ୍ଟ କରିବା ଉପାସନାର ବ୍ୟବସ୍ଥା କରିବା ଭଲ ହେବ। ସେହି ଅନୁସାରେ ପାଣ୍ଡବମାନେ ଭଗବାନ ଶିବଙ୍କ ଆବାସ ହିମାଳୟ ପର୍ବତମାଳାରେ ପାଞ୍ଚ କେଦାର ମନ୍ଦିର ନିର୍ମାଣ କରିଥିଲେ।ଯେତେବେଳେ ପାଣ୍ଡବମାନେ ଶିବଙ୍କୁ ଖୋଜିଲେ, ଭଗବାନ ଶିବ ସେମାନେ ନିଜ ବଂଶଜଙ୍କୁ ହତ୍ୟା କରିଥିବା ଅପରାଧ ଯୋଗୁଁ ଦେଖା ନ ଦେଇ ଷଣ୍ଢରୂପ ଧାରଣ କରି ଗୁପ୍ତକାଶୀ ସ୍ଥାନରେ ଆତ୍ମଗୋପନ କରିଥିଲେ। ପାଣ୍ଡବମାନେ ଷଣ୍ଢର ପାଞ୍ଚଟି ଅଙ୍ଗକୁ ବୁଝାଉଥିବା ପଞ୍ଚକେଦାର ମନ୍ଦିର ନିର୍ମାଣ କରିଥିଲେ। ସେହି ଅନୁସାରେ ତୁଙ୍ଗନାଥ ମନ୍ଦିର ବାହୁକୁ ପ୍ରତିନିଧିତ୍ୱ କରିଥାଏ। ମସ୍ତକ ରୂପେ ରୁଦ୍ରନାଥ, କୁଜ ରୂପେ କେଦାରନାଥ, ଜଟା ରୂପେ କଳ୍ପେଶ୍ୱର ରହିଥିଲା। ମଧ୍ୟ ଅଂଶକୁ ମଧ୍ୟମେଶ୍ୱର ମନ୍ଦିର ବୋଲି କୁହାଯାଇଥାଏ। ପ୍ରବାଦ ଅନୁସାରେ ରାମାୟଣ ସମୟରେ ଭଗବାନ ରାମ ଚନ୍ଦ୍ରଶିଳାଠାରେ ତପସ୍ୟା କରିବାକୁ ଯାଇଥିଲେ। ଏହି ଚନ୍ଦ୍ରଶିଳା ତୁଙ୍ଗନାଥର ନିକଟରେ ରହିଛି। କଥିତ ଅଛି, ରାବଣ ମଧ୍ୟ ଶିବଙ୍କୁ ଉପାସନା କରିବାକୁ ଏଠାକୁ ଆସିଥିଲେ।ଅଷ୍ଟମ ଶତାବ୍ଦୀଠାରୁ ହିନ୍ଦୁ ମୁଖ୍ୟ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଦେଶ ଅନୁସାରେ ସମସ୍ତ ମନ୍ଦିରକୁ ମାଇଠାଣି ବ୍ରାହ୍ମଣ ପୂଜକ ଦକ୍ଷିଣ ଭାରତରୁ ଆସି ରହିଥାନ୍ତି। କେବଳ ତୁଙ୍ଗନାଥ ମନ୍ଦିର ପାଇଁ ସ୍ଥାନୀୟ ମକୁମମଠ ଗ୍ରାମରୁ ବ୍ରାହ୍ମଣ ପୂଜକ ରହନ୍ତି। ମନ୍ଦିରର ଦୈନିକ ରୀତି ସକାଳୁ ଆରମ୍ଭ ହୋଇଥାଏ। ଶୀତକାଳରେ ମନ୍ଦିର ବନ୍ଦ ରହେ ଓ ଏଠାରୁ ଉଣାଇଶ କିଲୋମିଟର ଦୂର ମକୁମମଠକୁ ଅସ୍ଥାୟୀ ଭାବରେ ମୂର୍ତ୍ତି ରଖି ପୂଜା କରାଯାଇଥାଏ।କନ୍ଦାକିନୀ ନଦୀ ଓ ଅଳକାନନ୍ଦା ନଦୀର ଜଳକୁ ବିଭାଜନ କରୁଥିବା ପର୍ବତର ଶିଖରରେ ତୁଙ୍ଗନାଥ ମନ୍ଦିର ଅବସ୍ଥିତ। ତୁଙ୍ଗାନାଥର ତୁଙ୍ଗଠାରୁ ତିନୋଟି ଝରଣା ବାହାରି ସେଠାରୁ ଆକାଶକାମିନୀ ନଦୀ ସୃଷ୍ଟି ହୋଇଥାଏ। ଏହି ଶୃଙ୍ଗ ଚନ୍ଦ୍ରଶିଳା ଶୃଙ୍ଗଠାରୁ ଦୁଇ କିଲୋମିଟର ଦୂର। ଏଠାରେ ଟେକନିକ ସ୍ଥଳ ଥିବା ବେଳେ ନିକଟରେ କେଦାରନାଥ ବନ୍ୟପ୍ରାଣୀ ଅଭ୍ୟାରଣ୍ୟ ରହିଛି। ଏଠାରୁ ନନ୍ଦାଦେବୀ, କେଦାରନାଥ ଆଦି ବରଫାବୃତ ଶୃଙ୍ଗସବୁ ଦୃଷ୍ଟିଗୋଚର ହୋଇ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କ ଆଲୋକ ପଡ଼ି ଚମତ୍କାର ରଙ୍ଗ ଦେଖାଯାଇଥାଏ।ହିନ୍ଦୁ ଧର୍ମ ପାଇଁ ଏହା ଏକ ଅତୀବ ମହତ୍ତ୍ୱପୂର୍ଣ୍ଣ ସ୍ଥଳୀ ହେବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୁବ୍ ଆକର୍ଷଣୀୟ। ପ୍ରକୃତି ଏଠାରେ ତାର ସମସ୍ତ ସମ୍ଭାର ଅଜାଡ଼ି ଦେଇଥିବା ବେଳେ ଦେଶ ଓ ବିଦେଶରୁ ଅନେକ ପର୍ଯ୍ୟଟକମାନେ ଏଠାରେ ଖୁସିରେ ଟେକନିକ କରିବାକୁ ଆସିଥାନ୍ତି। ରୁଦ୍ରପ୍ରୟାଗରୁ ଛଷଠି କିଲୋମିଟର ରାସ୍ତା ଜାତୀୟ ରାଜପଥ ଅଠା ଆଠ ଅଠାବନରେ ଆସିଛି ଚୋପତାରେ ପହଞ୍ଚିଲେ, ସେଠାରୁ ଏହି ସ୍ଥାନ ଚାରି କିଲୋମିଟର। ଶୀତକାଳ ଛଡ଼ା ଅନ୍ୟ ଦିନ ଏଠାକୁ ଆସି ଦୁଇ କିଲୋମିଟର ଟ୍ରେକନିକ କରି ଚନ୍ଦ୍ରଶିଳା ବା ନୀଳକଣ୍ଠ ଓ କେଦାରନାଥ ଶୃଙ୍ଗକୁ ଯାଇହୁଏ।